ଯେଉଁମାନଙ୍କୁ କେବଳ ଆଘାତ କରିବାରେ ହିଁ ମସ୍ତବଡ଼ ଶାନ୍ତି, ତଥାପି ନାଁ ହେମକାନ୍ତ ପ୍ରତି ନିର୍ଦୟ ହୋଇ ହେଉନାହିଁ। ହେମକାନ୍ତ ଶିକ୍ଷିତ, ହେମକାନ୍ତ ମଣିଷ, ହେମକାନ୍ତ ରାକ୍ଷସ ନୁହେଁ। ସମୟ ବିଶେଷରେଏଇ ମଣିଷ ହୁଏ ରାକ୍ଷସ, ପୁଣି ଏଇ ମଣିଷ ହୁଏ ଦେବତା। ମଣିଷ ଓ ରାକ୍ଷସ ଜଣେ ଗଢ଼େ ସରଗ ଆଉ ଜଣେ ନରକ। ସତରେ ସରଗ ବା ନରକ ବୋଲି ଗୋଟାଏ ସ୍ଥାନ ଅଛି କି ନାହିଁ କହି ହେବନାହିଁ। ତଥାପି ମଣିଷ ଏହାକୁ ବିଶ୍ୱାସ କରନ୍ତି। ନରକର ଭୟରେ ଆତଙ୍କିତ ହୋଇ ପଡ଼ନ୍ତି। ହେଲେ ହେମକାନ୍ତ ମଣିଷ ଭଳି ମଣିଷ, ଅଙ୍ଗରେ ସୁଷମା ରହିଛି, ପୁରୁଷ ସୁଲଭ ରହିଛି, ଚାହାଣୀରେ ମାଦକତା ରହିଛି, ଯୌବନର ଗାମ୍ଭୀର୍ଯ୍ୟ ରିହିଛି, ତେଣୁ ହେମକା ହେମକାନ୍ତ ସରଗର ହେଉ ବା ନରକର ହେଉ ତାକୁ ସ୍ୱୀକାର କଲେ ଦୋଷ ଲାଗିବ ନାହିଁ। ଅସ୍ଥିର ହୋଇ ମୁହଁ ଖୋଲିଲା ଚନ୍ଦ୍ରାବତୀ, ''ହଠାତ୍ ଦେହ କ'ଣ ହେଲା ହେମକାନ୍ତ ବାବୁ? '' ସ୍ଥିର ଦୃଷ୍ଟି ଫେରାଇ ନିଶ୍ଚଳ ପରି ପଡ଼ି ରହିଥିଲ ହେମକାନ୍ତ| ସାମାନ୍ୟ ଟିକିଏ ଉତ୍ତର''ହଠାତ୍ କାହିଁକି ଜର ହୋଇଗଲା |'' ଅଧିକ କିଛି କହିପାରୁ ନାହିଁ ହେମକାନ୍ତ। ଚନ୍ଦ୍ରାବତୀ ଲକ୍ଷ୍ୟ କରୁଛି ହେମକାନ୍ତର ଅସହାୟତା। ମନଭିତରେ ଅସଂଖ୍ୟ ପ୍ରଶ୍ନ, ତେବେ କ'ଣ ହେମାକନ୍ତଙ୍କର କେହି ଆତ୍ମୀୟ ଲୋକ ନାହାନ୍ତି? ମୁହଁ ଖୋଲିଲା ଚନ୍ଦ୍ରାବତୀ ''ଏ ପର୍ଯ୍ୟନ୍ତ କ'ଣ ଦାନ୍ତ ଘଷି ନାହାଁନ୍ତି? '' ହସିଲା ହେମକାନ୍ତ ନିର୍ଜୀବ ଭଳି। କହିଲା 'ନାଁ ସକାଳୁ ଉଠିବାକୁ ଶକ୍ତି ପାଉନାହିଁ। ଦାନ୍ତ ଘଷିବା କେମିତି? ଟିକେ ଭଲ ଲାଗିଲେ ଉଠିବି। '' ଦିନ ଆସି ବାରଟା ବାଜିଲାଣି, ତଥାପି ହେମକାନ୍ତ ଉଠିନାହିଁ। ଯଦି ଦିନସାରା ଭଲ ନ ଲାଗେ,ତେବେ କ'ଣ ଆଉ ଉଠିବେନି ହେମକାନ୍ତ? ଆହା! ବିଦେଶରେ ଏକୁଟିଆ ଜୀବନ କି ମର୍ମନ୍ତୁଦ। ଏଇଟା ଯଦି ନିଜ ଘର ହୋଇ ଥାଆନ୍ତା, ନିଜର ମାଆ ବାପା ଥାଆନ୍ତେ, ତେବେ ହୁଏତ ଦଶ ଜଣ ଦଶ ଥର ଆସି ଉଠାଇବାକୁ ଚେଷ୍ଟା କରି ଥାଆନ୍ତେ। ଦାନ୍ତ ଘଷିବାକୁ ବାଧ୍ୟ କରି ଥାଆନ୍ତେ, ସାଗୁ ଅଥବା ବାଲି ପାଣି ଟିକେ ପେଇବାକୁ ଚେଷ୍ଟା କରି ଥାଆନ୍ତେ, ହେଲେ ଏଇ ସହରରେ ହେମକାନ୍ତ ଅଧ୍ୟାପକ ହେଲେ ମଧ୍ୟ ଏକୁଟିଆ। ସତ କହିବାକୁ ଗଲେ ନିଃସହାୟ ମଣିଷ। ଅସହାୟ ଭାବରେ ଏଇ କୋଠରୀରେ ପଡ଼ି ପଡ଼ି ଆଜି ଯଦି ହେମକାନ୍ତର ମୃତ୍ୟୁ ହୋଇଯାଏ, ତେବେ କାଲି ହୁଏତ ବଡ଼ ବଡ଼ ଅକ୍ଷରରେ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇବ ''ତରୁଣ ଅଧ୍ୟାପକଙ୍କର ଆକସ୍ମିକ ଅକାଳ ବିୟୋଗ '' କିନ୍ତୁ ଏଇ ନିତିଦିନିଆ ଦେହ ଘଷିଆ ଜୀବନ ଭିତରେ ଯେଉଁ ହାନି ଲାଭ, ଭଲ ମନ୍ଦ ଆସୁଛି ତା'ର ହିସାବ ରଖୁନାହିଁ ସମ୍ବାଦପତ୍ର। ଚଞ୍ଚଳ ହୋଇ ଘରୁ ବାହାରିଗଲା ଚନ୍ଦ୍ରାବତୀ। ମୁହଁ ବୁଲାଇ ଚନ୍ଦ୍ରାବତୀର ଫେରିଯିବା ବାଟକୁ ଚାହିଁ ରହିଥିଲା ହେମକାନ୍ତ ସାମାନ୍ୟ କେତେ ମିନିଟ୍ର ପାର୍ଥକ୍ୟ ଭାବୁଛି ହେମକାନ୍ତ। କିଏ ଏଇ ତରୁଣୀ? ଆକସ୍ମିକ ଭାବରେ କାହିଁକି ବା ତା'ର ଏ ସମବେଦନା? ଗତି କାଲି ଯେଉଁ ତରୁଣୀ ଲୁହାଠାରୁ କଠିନ ଭଳି ନିର୍ଭିକ ପ୍ରଶ୍ନବାଣରେ ଘାଉଲା କରୁଥିଲା, ଆଜି ବା ସେ ଏମିତି କୋମଳାଙ୍ଗୀ କେମିତି? ସତରେ, ନାରୀକୁ ବୁଝିବା କଠିନ୍। ଶହ ଶହ ପୁରାଣ, ଶହ ଶହ ଉପନ୍ୟାସ,. କାବ୍ୟ, କବିତା, ରଚିତ ହୋଇଥିଲେ ମଧ୍ୟ ନାରୀର ଚାରିତ୍ରିକ ବିଶ୍ଳେଷଣ କରିବା ଆଜିଯାଏ ସମ୍ଭବ ହୋଇ ପାରିନାହିଁ। ସେହି ନାରୀ ଚନ୍ଦ୍ରାବତୀ ତାକୁ ଅବା ବୁଝି ହେବ କେମିତି? ମିନିଟ୍ କଣ୍ଟା ସହିତ ତାଳ ଦେଇ ହେମକାନ୍ତର କୋଠରୀକୁ ପୁଣି ଆସିଛି ,ଚନ୍ଦ୍ରାବତୀ କହିଲା କହିଲା ଆଖିରେ ଚାହିଁଛି ହେମକାନ୍ତ''ଉଠନ୍ତୁ, ଏଇ ଦାନ୍ତକାଠି ନେଇ ଦାନ୍ତ ଘଷି ପକାନ୍ତୁ। '' ଅପରିଚିତ ଚନ୍ଦ୍ରାବତୀର ଅନୁରୋଧ। ଆଶ୍ଚର୍ଯ୍ୟ ହୋଇ ଚାହିଁରହିଛି ହେମକାନ୍ତ। ବିକାରହୀନ ଭାବରେ ହେମକାନ୍ତର ବିଛଣାକୁ ଲାଗି ଆସି ହାତ ଧରି ଉଠାଇବାକୁ ଚେଷ୍ଟା କରୁଛି ଚନ୍ଦ୍ରାବତୀ। ଥରୁଛି ହେମକାନ୍ତ। ଏ ଥରିବାଟା ଜର ପ୍ରକୋପରେ ଥରିବା ଠାରୁ ଭିନ୍ନ। ଏ ଥରିବାରେ ଥରିବା ଶକ୍ତି ଅଛି। ମାନବିକତାର ଆବେଦନ ଅଛି। ପ୍ରତିବାଦ କରି ପାରୁନି ହେମକାନ୍ତ। ହାତ ଧରି ଜୋରକରି ଉଠାଉଛି ଚନ୍ଦ୍ରାବତୀ। ''ଦେଖନ୍ତୁ, ଶୋଇଥିଲେ ଏମିତି ଶୋଇଥିବେ।